ଆଜିକାଲିର ହସ ଖାଲି ଅଭିନୟ, ମିଛ ଅଭିନୟ। ସେତିକି କେବଳ ସେ ଆଜିକାଲି ଶିଖିଛି। ତା'ର ମନେପଡ଼ିଲା ଏଇ ଅଭିନୟ କଥା ପଡ଼ିଲେ କେତେ ବିରକ୍ତ ହୁଏ ନୀହାର। ସେ ଅଭିନୟ ଭଲ ପାଏନା। ସେ କହେ–''ଯେ ରଙ୍ଗମଞ୍ଚରେ ଅଭିନୟ କରେ; କ୍ରମଶଃ ବାସ୍ତବ ଜୀବନରେ ସେ ଅଭିନୟ କରିବାକୁ ଶିଖେ। ଭଲ ନ ପାଇ ସେ ଭଲପାଇବାର ଅଭିନୟ କରିପାରେ। ହସି ନପାରି ହସିବାର ଆକ୍ଟିଙ୍ଗ କରେ। ତା' ଜୀବନରୁ ବାସ୍ତବତା ମରିଯାଏ। ସେ ଅଭିନୟକୁ ନେଇ ବଞ୍ଚେ। ସତକୁ ବଳିଦେଇ ମିଛ ଉପରେ ତାସ୍ର ପ୍ରାସାଦ ଗଢ଼େ। ସେ ପ୍ରାସାଦ ରହିବନି। ମିଛର ସାତ ମହଲା ପକ୍କା ଘର ଅପେକ୍ଷା ସତର ପତ୍ର-କୁଟୀର ବରଂ ଭଲ। ଅଭିନୟ-ସୁଲଭ ହସ ଅପେକ୍ଷା ବାସ୍ତବ ଜୀବନର ଲୁହ ବରଂ ବେଶୀ ସୁନ୍ଦର, ବେଶୀ ମନୋହର। '' ତେଣୁ ଅଭିନେତା କ୍ରମଶଃ ବାସ୍ତବ ଜୀବନରୁ ଦୂରେଇ ଯାଇ ଏକ କୃତ୍ରିମ ଜଗତରେ ଘୂରି ବୁଲେ ଏବଂ ସେଇ କୃତ୍ରିମତାକୁ ଭାରୀ ଘୃଣା କରେ ନୀହାର। ସେଇଥି ଲାଗି ସାଗରୀକାର ଅଭିନୟ ପ୍ରତି ଆଗ୍ରହ ଥିଲେ ବି ବେଳେ ବେଳେ ଅତି କଠୋର ମନ୍ତବ୍ୟ ଦେଇ ସେଇ ପ୍ରବୃତ୍ତିକୁ ତା'ର ଲୋପ କରିଦେବାକୁ ଚେଷ୍ଟା କରିଛି ନୀହାର। ତା'ର ମନେପଡ଼ିଲା ଅତୀତର ଗୋଟିଏ ଘଟଣା। ସେଦିନ ଥିଲା ନଭେମ୍ବରର ଗୋଟିଏ ଶୀତାର୍ତ୍ତ ସନ୍ଧ୍ୟା। ସେହି ସନ୍ଧ୍ୟା ବେଳେ ସାଗରୀକା ତା'ର ଆଉ ଦୁଇଜଣ ସଙ୍ଗିନୀଙ୍କ ସହ କଲେଜ-ଡ୍ରାମାରେ ରିହର୍ସାଲ ପାଇଁ କଲେଜକୁ ଆସିଥିଲା। ସେ ଠିକ୍ କଲେଜ ହତା ଭିତରକୁ ପଶିଲା ବେଳକୁ ଦେଖିଲା ସେଇ ସନ୍ଧ୍ୟାର ଅସ୍ପଷ୍ଟ ଅନ୍ଧକାର ମଧ୍ୟରେ ନୀହାରକୁ। ଦେହରେ ଗରମ କୋଟ୍–ଓଠରେ ସିଗାରେଟ୍ ଲଗାଇ ସେଠି ବୁଲୁଥିଲା ନୀହାର। ସାଗରୀକା ସଙ୍ଗିନୀମାନଙ୍କ ମେଳରେ ଥିବାରୁ ତାକୁ କିଛି ନ କହି ସେ ବାହାରକୁ ଚାଲିଗଲା। ପୁଣି କିଛି ସମୟ ପରେ ହଠାତ୍ ଫେରିଆସି ସେ କଲେଜ ଉପର ମହଲାକୁ ଆସିଲା। ଗାର୍ଲସ୍ କମନରୁମ୍ ପୂରା ଅନ୍ଧାର। ସେହି ଅନ୍ଧାର ଭିତରେ ଗୋଟିଏ କଣକୁ ସାଗରୀକା ଓ ତା'ର ଦୁଇ ସଙ୍ଗିନୀ ଠିଆହୋଇ ନିମ୍ନ ସ୍ୱରରେ କ'ଣ ଗପ କରୁଥିଲେ। ନୀହାର ଡାକିଲା–''ସାଗର–ଶୁଣ ବାହାରକୁ ଆସ। '' ସାଗରୀକା ଚମକି ପଡ଼ିଲା। ସେ ଜାଣେ ନୀହାର କ'ଣ କହିବ। ''କୁଆଡ଼େ ଆସିଛ? '' ପଚାରିଲା ନୀହାର। ''ଆମକୁ ବାଧ୍ୟ କଲେ କଲେଜ ଡ୍ରାମାରେ ପାର୍ଟ ନେବାକୁ... '' ''ସତେ; ତମେ ଏକା ଏ କଲେଜରେ ପଢ଼ୁଛ ନା ଆଉ କିଏ ପଢ଼ୁଛି। ଖାଲି ତୁମକୁ ବାଧ୍ୟ କଲେ ଆଉ କାହାକୁ ନାଇଁ... '' ''କେଜାଣି। '' ''ମିଛ କଥା–କିଏ ବାଧ୍ୟ କଲା ଶୁଣେ। '' ସାଗରୀକା ନୀରବ ରହିଲା। ଏତିକି ବେଳେ ତା'ର ଦୁଇ ଜଣ ସଙ୍ଗିନୀ ଆସି ନୀହାରକୁ କହିଲେ–''ଆମେ ଆସିବାକୁ ନାହିଁ କରୁଥିଲୁ; ଆମକୁ ସାଗରୀକା ଟାଣି ଟାଣି ନେଇ ଆସିଲା। '' ସାଗରୀକାର ମୁହଁ ଲାଜ, ଅପମାନ ଓ ଦୁଃଖରେ ଫିକା ପଡ଼ିଗଲା। ନୀହାର ଆହୁରି କଠୋର କଣ୍ଠରେ କହିଲା–''ବାଃ–ବଢ଼ିଆ ଅଭିନେତ୍ରୀ। ତୁମ ପଦ ସ୍ପର୍ଶରେ ଏ କଲେଜ ଧନ୍ୟ ହେଲା। କେହି ନ ଡାକୁଣୁ ଆପେ ଆପେ ବାହାରିପଡ଼ି; କୁହା ହେଉଛି କ'ଣ ନା ବାଧ୍ୟ କଲେ। ପରୀକ୍ଷା ଆଉ ଅଳ୍ପ ଦିନ ରହିଲା; ଅଥଚ ଫାଜିଲାମି ଦେଖ। ନାଚିବାକୁ ଏତେ ସଉକ୍ ଯଦି ଏଠି କଲେଜରେ କିଆଁ–ବାହାରେ ତ...। '' ସାଗରୀକା କାନ୍ଦି ପକାଇଲା। ତା'ର କୋହ ପରେ କୋହ ଉଠିଲା। କିମିତି ଏତେ ଟାଣ ଟାଣ କଥା କହିପାରୁଛି ନୀହାର। ତଥାପି ନୀହାର ଚୁପ୍ ହେଲାନି। କହିଲା–''ଓଃ କାନ୍ଦ–ଏବି ଏକରକମ ଅଭିନୟ ଯେ। ଚମତ୍କାର ଅଭିନୟ ଶିଖିଛ ତୁମେ। ମୋ କଥା ଏତେ ବାଧିଯାଉଛି ଅଥଚ ମୁଁ ତ ଅନେକଥର ମନାକରିଛି ଏହି ଡ୍ରାମାରେ ଯୋଗ ନ ଦେବାକୁ-। ଏମିତି ଉପର ଦେଖାଣିଆ ଅଭିନୟଗୁଡ଼ିଏ ଜାଣିଛ। ଖାଲି। '' ଏମିତି କେତେ କ'ଣ କହିଗଲା ନୀହାର। ସାଗରୀକା ଡ୍ରାମାରେ ପାର୍ଟ ନେଲାନି। ସେଦିନ ସନ୍ଧ୍ୟାରେ ଫେରି ଆସିଲା। ଏପରିକି ତା'ପରେ କେତେ କିଏ ଆସି ତାକୁ କେତେପ୍ରକାର ବୁଝାଇଲେ। ତଥାପି ସେ ସମସ୍ତଙ୍କୁ ରୋକ୍ଠୋକ୍ ନାହିଁ କରିଦେଲା। ତା'ର ଅଭିନୟ ଲାଗି ଯଦି ନୀହାରର ଏତେ ସନ୍ଦେହ ଏତେ ଅଭିମାନ ତା'ହେଲେ ଦରକାର ନାହିଁ ସେ ଅଭିନୟ। କ'ଣ ମିଳିବ ତାକୁ ସେଥିରୁ। ସତରେ କ'ଣ ଅଭିନୟ କରିଲେ; ବାସ୍ତବ ଜୀବନରେ ସେଇ ଅଭିନୟହିଁ ପ୍ରାଧାନ୍ୟ ବିସ୍ତାର କରି ବସିବ।